ଏସବୁ ଦେଖି ପ୍ରକୃତରେ ମୋ ଜୀବନ ସାର୍ଥକ ହେଲା। ଘରେ ଯେଉଁମାନେ ପଇସା ସାଇତି କୂପମଣ୍ଡୁକ ହୋଇ ପଡ଼ି ରହନ୍ତି, ସେମାନେ ପ୍ରକୃତରେ ଅଭିଶପ୍ତ। ସହରଟି କ୍ରମେ କ୍ରମେ ପାଖେଇ ଆସିଲା କିନ୍ତୁ ଦୂରରୁ ଯେତେ ସୁନ୍ଦର, ଏହାର ପାଖକୁ ଆସିଲେ ସେ ସୌନ୍ଦର୍ଯ୍ୟ ଉପଭୋଗ କରି ହୁଏନା। ଏଠାରେ ଅନ୍ୟାନ୍ୟ ସହର ପରି ଜନଗହଳି ନାହିଁ। ରାସ୍ତାରେ ଖୁବ୍ ବେଶୀ ହେଲେ। ଜଣ ଲୋକଙ୍କର ଯାତାୟାତ। ନିଜ ନିଜ ଘରହିଁ ସବୁ କର୍ମର ପୀଠ। ତଳକୁ ଓହ୍ଲାଇ ଆସିବା ଯିବା କମ୍ କଷ୍ଟ ନୁହେଁ। ଅବଶ୍ୟ ଏମାନଙ୍କର ଅଭ୍ୟାସରେ ପଡ଼ିଗଲାଣି; ତଥାପି ଯିବା ଆସିବାରେ ସମୟ କମ୍ ଲାଗେନା। ପାଖରେ ଦୁଇଟି ମଟର ଆମକୁ ପାରି ହୋଇଗଲେ। ଗୋଟିଏ ମଟରରେ। ନାନା ଫୁଲ ତୋରଣ। ପଛରେ ଲାଉଡସ୍ପିକର୍। ବସିଛନ୍ତି ଗୁଡ଼ିଏ ତରୁଣୀବାଳିକା। ଗୀତ ଲହରୀ ଛୁଟିଛି। ହରିସିଂକୁ ପଚାରି ବୁଝିଲି–ଏମାନେ ସମସ୍ତେ ବରଯାତ୍ରୀ। ନବବଧୁ ଓ ବରକୁ ନେଇ ଘରକୁ ଫେରୁଛନ୍ତି। ଆଜି ଦାର୍ଜିଲିଂର ଏଡେନ୍ ପାର୍କରେ ସେମାନଙ୍କର ଭୋଜି ହେବ। ନବବଧୂକୁ ଘେରି ବସିଛନ୍ତି ତାର ସାଙ୍ଗ ସାଥୀମାନେ ଛୁଟିଚି ହସରୋଳ। ନବବଧୁ ଗାଉଚି ଗୀତ। ଆମ ଆଡ ପରି ସଙ୍କୋଚ ନାହିଁ ନୂତନ ଜୀବନ ଯାତ୍ରା ଆରମ୍ଭ କରିଛି। ମନରେ ଆନନ୍ଦ ଉଲ୍ଲସ ଓ ଉତ୍କଣ୍ଠା। ସେମାନଙ୍କର ବିବାହ ପ୍ରଥା ସହିତ ଆମର ଢେର ସାମଞ୍ଜସ୍ୟ ଅଛି। ସବୁଠି ତ ଶଳା ନଣନ୍ଦଙ୍କର ପରିହାସ। ଅନ୍ୟ ଗାଡ଼ିଟିରେ ଗୋଟିଏ ପିକ୍ନିକ୍ ଦଳ। ତୁଷାରପାତ ଯେତିକି ଅଧିକ ଏମାନଙ୍କର ସେତିକି ଆନନ୍ଦ! ଗରମ କ'ଣ ଜାଣନ୍ତି ନାହିଁ। କେବେ କିମିତି ସିଲଗୁଡ଼ି ଆସିଲେ ସେମାନେ ଗରମର ସ୍ୱାଦୁ ଚାଖି ଯାଆନ୍ତି। ବଣ ଜଙ୍ଗଲର କେଉଁ ଝରଣା ତଳେ ଏମାନେ ବନ୍ୟଭୋଜୀର ପସରା ମେଲି ବସିବେ। ମଦ ଖାଇ ମାତାଲ ହେବେ। ଜୀବନଟାକୁ ଏମାନେ ଏହିଭଳି ସରସ କରି ଉପଭୋଗ କରିଥାଆନ୍ତି। କର୍ମଠ ଜାତି। କାମ କରିବେ, ଖାଇବେ–ବୁଲିବେ, ଖେଳିବେ, ନାଚିବେ–ଏହାହିଁ ଜୀବନ। ସଞ୍ଚୟ ପ୍ରବଣତା କ୍ୱଚିତ୍। ଏମାନଙ୍କୁ ଶୋଷଣ କରିଥାନ୍ତି ଚାହା ବଗିଚାର ମାଲିକମାନେ–ସରକାରୀର ଅମଲାଗଣ। ଏଠାକାର ଅଧିବାସୀଙ୍କ ଭିତରୁ ଧନୀକ ସଂଖ୍ୟା କମ୍। ତିନିଧାରିଆ ଓ ସୋନାପୁରର ବଜାର ତଳେ ଦେଖିଲି ସେଇ ମାରୁଆଡିମାନେ ବଡ଼ ଦୋକାନ ମେଲି ବସିଛନ୍ତି। ଟ୍ରକ ଟ୍ରକ ଜିନିଷ, ଫଳ-ମୂଳ, ଚାହା ପତି ରପ୍ତାନି କରନ୍ତି। ତଳ ଦେଶକୁ। ପାହାଡ଼ର ସ୍ତରେ ସ୍ତରେ ଘାସ ବୁଦା ପରି ଚାହା ଗଛ କେଉଁଠି ଟିକିଏ ଜାଗା ଖାଲି ପଡ଼ିନାହିଁ। ମସୃଣ ଶେଜ ପରି ଏହା ବିସ୍ତାର ଲାଭ କରିଚି ବହୁ ଦୂରକୁ। ଆଖି ପାଇବନି! ସବୁଠି ଖ୍ରୀଷ୍ଟାନ ପାଦ୍ରୀ। ଚର୍ଚ୍ଚ ରହିଚି କେତେ ଶତାବ୍ଦି ଧରି ବିଗତ ପ୍ରଭୃତ୍ୱ ଓ ଧର୍ମ ପ୍ରଚାରକ ବଡ଼ିମା ନେଇ-। ତିନି ଧାରିଆ ପରେ ସୋନାପୁର। ସୋନାପୁରଠୁ କିଛି ଦୂରରେ ହଠାତ୍ ହରିସିଂ ଗାଡ଼ିରେ ବ୍ରେକ୍ ଦେଇ ଡାକ ଛାଡ଼ିଛି ବଡ଼ ପାଟିରେ–କାହାକୁ କେଜାଣି। ଚାରିଆଡ଼େ ଆଖି ବୁଲାଇ ଦେଖିଲି ଜନବସତି କେଉଁଠି ହେଲେ ନାହିଁ। ଚାରିଆଡ଼େ ଅରଣ୍ୟାନୀ ଆଉ ଚାହା ଗୁଳ୍ମ। ହଠାତ୍ ବହୁ ଉଚ୍ଚ ପାହାଡ଼ର ଲତାନ୍ତରାଳରୁ ଦେଖାଗଲା ଜଣେ ମହିଳାଙ୍କର ଚରଣପାତ, ଅବରୋହଣର ଛନ୍ଦପତନ। ପ୍ରତିଦିନ ହରିସିଂର ଟାକ୍ସିରେ ସେ ଦାର୍ଜିଲିଂ ଯାଆନ୍ତି–ସନ୍ଧ୍ୟାରେ କାମ ସାରି ଫେରନ୍ତି-। ଅଫିସର କିରାନୀ ସେ। ଶିକ୍ଷା ପ୍ରାୟ ମାଟ୍ରିକ ଯାଏଁ। ଦେଖିବାକୁ ଅସୁନ୍ଦରୀ ନୁହନ୍ତି। ସଫେଦ୍ ଚେହେରା। ଘରେ ଗୋଟିଏ ପୁଅ ଛଡ଼ା ଆଉ କେହି ନାହିଁ। ବାପ ବୌଦ୍ଧ ଭିକ୍ଷୁ। ମହିଳା ଜଣକ କ୍ରମେ ତଳକୁ ଖସି ଆସିଲେ। ପାହାଡ଼ ଉପରେ ଘର। ଉପରୁ ଖସିବାକୁ ତାଙ୍କୁ ପ୍ରାୟ ପନ୍ଦର ମିନିଟ ଲାଗିଥିବ। ମୁଁ ହୋଇଥିଲେ ନିଶ୍ଚୟ ଅଧଘଣ୍ଟାକରୁ କମ୍ ନିଅନ୍ତି ନାହିଁ। ପାଖରେ ବସିବା ପରେ ନାନା କଥାବାର୍ତ୍ତା ଚାଲିଲା। ଦାର୍ଜିଲିଂ ଜିଲ୍ଲାର ଭୂଗୋଳ, ଇତିହାସର ସମସ୍ତ ତଥ୍ୟ ସେ କହିଗଲେ। ଛାତ୍ରକୁ ଶିକ୍ଷକ ବୁଝାଇଲେ ପରି ସବୁ ବଡ଼ ଚମତ୍କାର ଭାବରେ ବୁଝେଇ ଦେଇଗଲେ। ତାଙ୍କର ସାନ୍ନିଧ୍ୟ ମତେ ପ୍ରଥମେ ପ୍ରଥମେ ଅଡ଼ୁଆ ଲାଗୁଥିଲା; କିନ୍ତୁ ପରେ ମନେ ମନେ ଭାବୁଥାଏ ତାଙ୍କ ଘରେ ଅତିଥି ହେବା ପାଇଁ ନିମନ୍ତ୍ରଣ କରନ୍ତେ କି! ସତରେ ନିମନ୍ତ୍ରଣ ପାଇଲି ଟିକକ ପରେ। ମହିଳା ଜଣକଙ୍କର ନାମ ଲାହା-ମୁଁ-କିପା। ଡାକ ନାମ ଶାମ୍ମି। ପୂର୍ବ ନାଁ ଲିଭିଚି ଯେଉଁଦିନଠୁ ସେ ସ୍ୱାମୀକୁ ହରେଇଚି।